ସେମାନଙ୍କ ଆଲୋଚନା ଓ କଥାବାର୍ତ୍ତା ଦେଖିଲେ ଯେ କେହି ଲୋକ ଭାବିବ, ସେମାନେ ବହୁ ଦିନର ବନ୍ଧୁ ବୋଲି। ସାରା ପୃଥିବୀର ବିଭିନ୍ନ ଦେଶ ନିଜ ନିଜ ଭିତରେ ଭେଦଭାବ ତିକ୍ତତା ଓ ଶତ୍ରୁତା ଭୁଲି ଏକ ହୋଇ ଯାଇଥାନ୍ତି। ପୃଥିବୀକୁ ଏ ଯେଉଁ ବିପଦ ମାଡ଼ି ଆସୁଚି ସେଥିରୁ ପ୍ରତ୍ୟେକ କେମିତି ରକ୍ଷା ପାଇବେ ସେଇ ହେଉଛି କଥା ଏତେବେଳେ ନିଜ ନିଜ ଭିତରେ କଳହର ପ୍ରଶ୍ନ ଉଠୁଛି କେଉଁଠୁ? ନାନା ତର୍କବିତର୍କ ଆଲୋଚନା ପରେ ସାଧାରଣ ଆସେମ୍ବ୍ଲିରେ ସ୍ଥିର ହେଲା ଯେ ପୃଥିବୀର ବଡ଼ ବଡ଼ ବୈଜ୍ଞାନିକମାନଙ୍କୁ ଡକାଇ ମହାଶୂନ୍ୟର ରାଷ୍ଟ୍ରଦୂତ ସହିତ ଆଲୋଚନା କରାଇବେ। ଆଲୋଚନାରୁ ଜଣା ପଡ଼ିବ ରାଷ୍ଟ୍ରଦୂତ ପ୍ରକୃତରେ କହୁଛି କ'ଣ ଓ ତା କଥାରେ ଆମର ରାଜି ବା ଅରାଜି ହେବା ଆମ ପକ୍ଷରେ କେତେ ଦୂର ମଙ୍ଗଳପ୍ରଦ। ଜାତିସଙ୍ଘ କାର୍ଯ୍ୟାଳୟର ଆଲୋଚନା କକ୍ଷ। ଗୋଟିଏ ପାଖରେ ବସିଛି ମହାଶୂନ୍ୟର ସେହି ଯାନ୍ତ୍ରିକ ରାଷ୍ଟ୍ରଦୂତ ଅନ୍ୟ ପାଖରେ ପୃଥିବୀର ବିଭିନ୍ନ ରାଷ୍ଟ୍ରର ବଡ଼ ବଡ଼। ବୈଜ୍ଞାନିକ ମଣ୍ଡଳୀ ଯାନ୍ତ୍ରିକ ରାଷ୍ଟ୍ରଦୂତର ଆଲୋଚନା ଦେଖି ପୃଥିବୀର ବୈଜ୍ଞାନିକମାନେ ଅବାକ୍ ଯାନ୍ତ୍ରିକ ରାଷ୍ଟ୍ରଦୂତ ନାନାପ୍ରକାର ଗଣନା ସାହାଯ୍ୟରେ ବୁଝାଇ ଚାଲିଛି ଆମ ସୂର୍ଯ୍ୟ ଧ୍ୱଂସ ପାଇଗଲେ ବି ପୃଥିବୀର ବିଶେଷ କିଛି କ୍ଷତି ହେବନି। ପ୍ରତିବସ୍ତୁ ସାହାଯ୍ୟରେ ସେମାନେ ଆମ ସୂର୍ଯ୍ୟକୁ କରିଦେବାକୁ ଚାହୁଁଛନ୍ତି। ଆମ ସୂର୍ଯ୍ୟ ଧ୍ୱଂସ ପାଇଗଲେ ଆମର ତିନୋଟି ମାତ୍ର ଗ୍ରହ ଧ୍ୱଂସ ପାଇଯିବାର ସମ୍ଭାବନା। ଆମ ସୂର୍ଯ୍ୟର ଧ୍ୱଂସବେଳେ ଯେଉଁ ବିରାଟ ଶକ୍ତିନିର୍ଗତ ହେବ ସେହି ଶକ୍ତିବଳରେ ସୂର୍ଯ୍ୟନିକଟବର୍ତ୍ତୀ ତିନୋଟି ଗ୍ରହ ଧ୍ୱଂସ ପାଇଯାଇ ପାରନ୍ତି ବୋଲି ରାଷ୍ଟ୍ରଦୂତ ଆସିଥିବା ଗ୍ରହର ବୈଜ୍ଞାନିକମାନେ ପ୍ରତିପାଦନ କରିସାରିଛନ୍ତି। ସୂର୍ଯ୍ୟ ନିକଟବର୍ତ୍ତୀ ତିନୋଟି ଗ୍ରହ ଧ୍ୱଂସ ପାଇଯିବା ଶୁଣି ଆମ ବୈଜ୍ଞାନିକମାନେ ଭୟଭୀତ ହୋଇପଡ଼ିଲେ। ସୂର୍ଯ୍ୟନିକଟବର୍ତ୍ତୀ ତିନୋଟି ଗ୍ରହ ଯଦି ଧ୍ୱଂସ ପାଇଯିବ ଗଣନାରୁ ପ୍ରତିପାଦିତ ହୋଇଥାଏ ତେବେ ପୃଥିବୀର ତ ଅନିବାର୍ଯ୍ୟ କାରଣ ପୃଥିବୀ ହେଲା ସୂର୍ଯ୍ୟଠାରୁ ଦୂରତା ଅନୁସାରେ ତୃତୀୟ ଗ୍ରହ। ରାଷ୍ଟ୍ରଦୂତର ଏ ଆଲୋଚନା ଶୁଣି ମାର୍କିନ୍ ଜ୍ୟୋତିର୍ବିଦ ଅଧ୍ୟାପକ ହିଉଟୁର ଉଠିପଡ଼ି ଯାନ୍ତ୍ରିକ ରାଷ୍ଟ୍ରଦୂତକୁ ପଚାରିଲେ, ଆପଣଙ୍କ କଥା ଓ ଗଣନା ଯଦି ଠିକ୍ ହୁଏ ତେବେ ପୃଥିବୀର ଧ୍ୱଂସ ତ ଅନିବାର୍ଯ୍ୟ। ଆପଣ କେମିତି କହୁଛନ୍ତି ପୃଥିବୀର କିଛି କ୍ଷତି ହେବନି ବୋଲି। ଏହି ପ୍ରଶ୍ନରେ ଯାନ୍ତ୍ରିକ ରାଷ୍ଟ୍ରଦୂତ ହସିଲା ଠିକ୍ ମଣିଷମାନେ ଯେମିତି ହସନ୍ତି। ହସି ହସି କହିଲା ସୂର୍ଯ୍ୟର ନିକଟତମ ତିନୋଟି ଗ୍ରହ ଭିତରୁ ପୃଥିବୀ ତ ନୁହେଁ ଆପଣମାନେ ଅଯଥା ଭୟଭୀତ ହେଉଛନ୍ତି କାହିଁକି? କିନ୍ତୁ ସୂର୍ଯ୍ୟର ନିକଟତମ ଗ୍ରହ ଭିତରେ ପୃଥିବୀର ସ୍ଥାନ ଯେ ତୃତୀୟରେ। ରୁଷ୍ ବୈଜ୍ଞାନିକ ଡଷ୍କୋଭସ୍କି ଠିଆ ହୋଇ କହିଲେ। ପୃଥିବୀ ତୃତୀୟ ଗ୍ରହ ନାଁ? ନାଁ ତ ସୂର୍ଯ୍ୟଠାରୁ ଦୂରତ୍ୱ ଅନୁଯାୟୀ ଦେଖିଲେ ପୃଥିବୀର ସ୍ଥାନ ଯେ ଚତୁର୍ଥରେ। ଆଁ ଚତୁର୍ଥରେ? ଆପଣ କ'ଣ ଯେ କହୁଛନ୍ତି ଆମେ ଧରିପାରୁନୁ। ସମସ୍ତଙ୍କ ମୁହଁରେ ଆଶ୍ଚର୍ଯ୍ୟତାର ଚିହ୍ନ। ପୃଥିବୀର ବୈଜ୍ଞାନିକମାନଙ୍କୁ ଆଶ୍ଚର୍ଯ୍ୟାନ୍ୱିତ ହେବାର ଦେଖି ରାଷ୍ଟ୍ରଦୂତ ପଚାରିଲା ଆପଣମାନଙ୍କ ସୌରଜଗତରେ ଗ୍ରହ ସଂଖ୍ୟା କେତେ କୁହନ୍ତୁ ତ କାହିଁକି? ନଅ ଗୋଟି। ଜନୈକ ଅତି ବିଖ୍ୟାତ ଇଂରେଜ ଜ୍ୟୋତିର୍ବିତ୍ ଠିଆହୋଇ କହିଲେ। ଯାନ୍ତ୍ରିକ ରାଷ୍ଟ୍ରଦୂତ ଏଥର ହସିଲା, ଠିକ୍ ପୂର୍ବଭଳି। ହସି ହସି କହିଲା ଆପଣମାନଙ୍କର ବିରାଟ ଭୁଲ୍। ଆପଣମାନଙ୍କ ସୌରଜଗତରେ ଗ୍ରହ ସଂଖ୍ୟା ନଅ ନୁହେଁ ତାହା ହେଉଛି ଦଶ। ବଡ଼ ଆଶ୍ଚର୍ଯ୍ୟ ଆମେ ଆଉ ଏକ ନକ୍ଷତ୍ର ମଣ୍ଡଳରେ ଥାଇ ଆପଣମାନଙ୍କ ସୌରଜଗତର ଗ୍ରହ ସଂଖ୍ୟା କେତେ ନିର୍ଭୁଲ ଭାବରେ ଜାଣିସାରିଲୁଣି ଅଥଚ ଆପଣମାନେ ନିଜ କଥା ଜାଣି ନାହାନ୍ତି। ହେଉ କହିଲେଆପଣମାନଙ୍କ